ପୁଣି ତାହାର ବିଶ୍ଵାସ କ୍ଷଣ କ୍ଷଣକେ ବଦଳେ। ଗଭୀର ଚିନ୍ତା ଦ୍ଵାରା ଯେଉଁ ବିଶ୍ଵାସ ସ୍ଥିର ହେବ, ତାହା ସହଜେ ବଦଳିବ ନାହିଁ; ଦୃଢ଼ ହେବ। ଭାଗ୍ୟ ଶବ୍ଦର ଅର୍ଥ ପୂର୍ବଜନ୍ମର ଫଳ। ପୂର୍ବଜନ୍ମରେ ଆମେ ଯେଉଁ କର୍ମ କରିଥାନ୍ତି, ତାହା ଭାଗ୍ୟରୂପେ ଏ ଜନ୍ମରେ ଫଳ ଦିଏ। ଏହାତ ଭାଗ୍ୟବାଦୀଙ୍କ ବିଶ୍ଵାସ। ଚିନ୍ତା କରି ଦେଖ; ପୂର୍ବଜନ୍ମର ଫଳ ଯଦି ଭାଗ୍ୟ ନାମ ଧରି ପାରିଲା ତେବେ ପୂର୍ବ ଦିନର କର୍ମଫଳ କାହିଁକି ଭାଗ୍ୟ ନ ହେବ? ନିଶ୍ଚୟ ହେବ। ଅତଏବ ପୂର୍ବରୁ କରିଥିବା କର୍ମର ଫଳକୁ ଭାଗ୍ୟ ବୋଲି କୁହାଯିବ। ତାହାହେଲେ ଏବେ ଆସ, ବିଚାର କରିବା। ଧର, ମୁଁ ଜଣେ ଶ୍ରମିକ। ଗତକାଲି ମୁଁ ଯେତିକି କାମ କରିଥିଲି, ଆଜି ମୋର ମୁନିବ ସେତିକି ମଜୁରୀ ବା ମୂଲ୍ୟ ଦେଲେ। ଆଜି ପୁଣି ଯେତିକି କାମ କରିବି, ଆସନ୍ତାକାଲି ସେତିକି ମଜୁରୀ ଦେବେ। ଆଜି ପାଇବା ମଜୁରୀ ସହିତ ଆସନ୍ତାକାଲି ପାଇବା ମଜୁରୀ ସମାନ ହୋଇ ନ ପାରେ। ଯଦି ଆଜି ବେଶୀ କାମ କରିବି, କାଲି ବେଶୀ ମଜୁରୀ ପାଇବି। ଯଦି କମ୍ କରିବି, କମ୍ ପାଇବି। ସେହିପରି ଗତକାଲି ଯଦି କାମର କ୍ଷତି କରିଛି, ଆଜି ମୁନିବ ଜୋରିମାନା ନେବେ କିମ୍ବା କାମରୁ ବାହାର କରିଦେବେ। ଆଜି ଯଦି ମୁଁ କ୍ଷମା ପ୍ରାର୍ଥନା କରେ ଏବଂ ମନଦେଇ କାମ କରି ଦୁଇ ଗୁଣ ଲାଭ ଦେଖାଇ ଦିଏ, ମୁନିବ ଖୁସି ହେବେ ଏବଂ ଜୋରିମାନା ନେବା ବଦଳରେ ପୁରସ୍କାର ଦେବେ। ଏଥିରୁ ଜଣାଗଲା ଯେ, ଆଜି କରିବା କାମ ନିଶ୍ଚୟ ଫଳ ଦେବ। ଆଉ ଗୋଟିଏ ଉଦାହରଣ ନିଆଯାଉ। ପୂର୍ବଜନ୍ମର ଫଳ ତ ଏହି ଜନ୍ମକୁ ଭାଗ୍ୟ ପାଲଟୁଛି। ପୂର୍ବଜନ୍ମର ଫଳକୁ ଶତ ମୁଦ୍ରା ଧର। ସେହି ମୂଳଧନକୁ ନେଇ ଏ ଜନ୍ମରେ ବାଣିଜ୍ୟ କରିବା। ଉଦଯୋଗୀ ପୁରୁଷ ଏ ଜନ୍ମରେ ତାକୁ ବୃଦ୍ଧି କରି ଲକ୍ଷ ଲକ୍ଷ ମୁଦ୍ରା କରିବ। ଭାଗ୍ୟବାଦୀ ଅଳସୁଆ ହୋଇ ଲାଭ କରିବା ଦୂରେ ଥାଉ ମୂଳ ହରାଇ ବସିବ। ତେଣୁ ଏ ଜନ୍ମକୃତ କର୍ମଫଳର ବଳ ବେଶୀ ହେଲା। ପୂର୍ବ ଜନ୍ମକୃତ କର୍ମଫଳର ବଳ କମ୍ ହେଲା। ସବଳ ଲୋକ ଦୁର୍ବଳ ଲୋକର ବାଧାକୁ ଅପେକ୍ଷା ନ କରି ନିଜ କାମ କରିଯାଏ। ଅତଏବ ପୂର୍ବଜନ୍ମର ଫଳ ବା ଭାଗ୍ୟକୁ ଏ ଜନ୍ମର କର୍ମ ବଳରେ ବଦଳାଇ ଦେଇହେବ। ଏପରି ସ୍ଥଳେ ଯେଉଁ ଲୋକ ଭାଗ୍ୟକୁ। ଅପେକ୍ଷା କରି ବସେ ଏବଂ କର୍ମକ୍ଷେତ୍ରରେ ଉତ୍ସାହ ଧରି ଆଗୁଆ ନ ହୁଏ, ସେ ଉନ୍ନତି ଲାଭ କରିପାରେ ନାହିଁ। ଭାତରର ଆଦିକବି ବାଲ୍ମୀକି ଋଷି ଭାଗ୍ୟ ପ୍ରତି ଅତି ଘୃଣା ଦୃଷ୍ଟି ନିକ୍ଷେପ କରିଛନ୍ତି। ତାଙ୍କ ପରେ ସାଧୁ ମହାପୁରୁଷମାନେ ମଧ୍ୟ ଭାଗ୍ୟକୁ ନିନ୍ଦା କରିଛନ୍ତି। ଯଦି ଭାଗ୍ୟ ଉପରେ ବିଶ୍ଵାସ ଦୃଢ଼ ଥାନ୍ତା, ତେବେ ପୁରାଣ ଶାସ୍ତ୍ର ଠାରୁ ଆରମ୍ଭ କରି ଆଧୁନିକ କାବ୍ୟ କବିତାରେ ଅଣ୍ଟା ଭିଡ଼ି କାମ କରିବାକୁ ପ୍ରେରଣା ଦିଆଯାଇ ନ ଥାନ୍ତା-। ୟ-ଭାଗ୍ୟ କଥା ବୁଝିଲି। ଗୋଟିଏ କାମରେ ବେଶୀ ସମୟ ମନ ଦେବା ବିଷୟ ବୁଝିବାରେ ଆହୁରି ବାକି ଅଛି। ସେଥିରେ ଆଉ କି କି ବାଧା ଜନ୍ମିପାରେ ଅନୁଗ୍ରହ କରି କହନ୍ତୁ। ମ-ଭଲ ପଚାରିଛ। ବାସ୍ତବିକ ଗୋଟିଏ ବିଷୟ ନେଇ ବେଶୀ ସମୟ ଚିନ୍ତା କରିବା ବଡ଼ କଷ୍ଟ। ବହୁତ ଅଭ୍ୟାସ ଓ ସାବଧାନ ବଳରେ